ଘୋର ରୌଦ୍ର ସମୟରେ ବନ୍ୟ ଜରିଭୂମିରେ ବରାହ ଏବଂ ଶୂକରମାନେ ଗେଣ୍ଡା ଖୋଳିବାରେ ବ୍ୟସ୍ତ ରହିଅଛନ୍ତି। ମଧ୍ୟାହ୍ନରେ ପର୍ବତ ଏବଂ ବନଭୂମିରେ କୋଚିଲାଖାଇ ଏବଂ କପୋତର ରବ ସମୟ ସମୟରେ ଶୁଭୁଅଛି ଏବଂ ଆମ୍ବତୋଟାରେ ହଳଦିବସନ୍ତ ପଥିକମାନଙ୍କୁସ୍ୱକୀୟ କଣ୍ଠସ୍ୱରର ନମୂନା ଉପହାର ଦେଉଅଛି। ବନ୍ଧୁର ନଦୀ ସୈକତ ତଟ କ୍ଷୀରକୋଳି ଫୁଲରେ ଧବଳିତ ଏବଂ ସୁରଭିତ ହେଉଅଛି। ଶଗଡ଼ବାଟୁଆ ନିକୁଞ୍ଜର ହରିତିମା ଅତି ସୁନ୍ଦର ବୋଧ ହେଉଅଛି। ଜନ୍ଦାଖାଇ ଗଛ ଫଳ-ଭୂଷିତ ହେଲାଣି। କାମିନୀ କୁସୁମ ସୌରଭରେ ଚତୁର୍ଦିଗ ଚହଟି ଉଠୁଅଛି। ନଦୀ ପଟୁ ଭୂମି ଶିବ ପ୍ରିୟ ଗବୀଶ ଫୁଲରେ ଆଚ୍ଛନ୍ନ ହୋଇଅଛି। ଚତୁର୍ଦିଗରେ ବରୁଣ ଓ ତରାଟ ଫୁଲ ଆବିର୍ଭୂତ ହେଲାଣି। ଉତ୍କଳର ସମସ୍ତ ଗଡ଼ଜାତ ପ୍ର ପ୍ରଦେଶର ପର୍ବତ ଏବଂ ବନଭୂମିରେ ଦାବାଗ୍ନି ଜଳି ଉଠିଲାଣି ଏବଂ ଏଥିରେ ବନଭୂମି ସବୁ ଦିବସରେ ଧୂମାୟିତ ଏବଂ ରାତ୍ରିରେ ଉଜ୍ଜ୍ୱଳାଲୋକାକୀର୍ଣ୍ଣ ହେଲାଣି। ବନଭୂମିର ପଲ୍ୱଳସମୂହରେ ଶିକାରିମାନଙ୍କ ଦୃଷ୍ଟି ପଡ଼ିଲାଣି। କୌଣସି ଜନ୍ତୁ ପାଣି ପିଇବାକୁ ଆସିଲେ ଶିକାରିମାନଙ୍କ ନିକଟରୁ ଆଉ ନିସ୍ତାର ନାହିଁ। ସମୁଦ୍ରତଟ ଓ ନଦୀ-ପଠାରେ ବେଣାବନରେ ଅଗ୍ନିର ଭୀଷଣ ମୁର୍ତ୍ତି ଦିଶିଲାଣି। ହରିଣଯୂଥର ବିପଦ ଉପସ୍ଥିତ। ଅଗ୍ନିମୁହଁରୁ ପଳାୟନ କରି ଶିକାରିଙ୍କ ହାତରେ ପଡ଼ୁଅଛନ୍ତି। ହାୟ, ନିଷ୍ଠୁର ଭବିତବ୍ୟ! ଅନ୍ଧକାର ରାତ୍ରିରେ ମହୁଲ ବୃକ୍ଷ ମୂଳରେ ଭଲ୍ଲୁକକୁଳର ଶୁଭାଗମନ ଏବଂ ପକ୍ୱ ମହୁଲ ଆସ୍ୱାଦନ-ସଞ୍ଜାତ ବିକଟାନନ୍ଦଧ୍ୱନିରେ ଅଧିକାଂଶ ବନଭୂମି ପୂର୍ଣ୍ଣ। ମାତ୍ର ଡାଳି ପାରଧି ପ୍ରଭାବରୁ ସମୟ ସମୟରେ ଭଲ୍ଲୁକର ଆସନ୍ନ ମୃତ୍ୟୁ ଚିତ୍କାରରେ ମନୁଷ୍ୟହୃଦୟ ବିଦୀର୍ଣ୍ଣ ହେଉଅଛି। ବାସ୍ତବିକ ଭଲ୍ଲୁକର ମୃତ୍ୟୁ-ଯନ୍ତ୍ରଣାଜନିତ ବିଳାପଧ୍ୱନି ହୃଦୟକୁ ଏକାବେଳକେ ସ୍ତବ୍ଧ କରିଦିଏ। ସନ୍ଧ୍ୟା ସମୟରେ ଶିରୀଷ ପୁଷ୍ପର ସୁଗନ୍ଧ ଦୂରବର୍ତ୍ତୀ ଗ୍ରାମରୁ ଧାନ୍ୟକ୍ଷେତ୍ର ମଧ୍ୟ ଦେଇ ସାନ୍ଧ୍ୟଦକ୍ଷିଣ ସମୀରରେ ଭାସି ଆସୁଅଛି। ଶିରୀଷର ଶେଷରେ ପାଟଳୀ ସେହି ସ୍ଥାନ ଅଧିକାର କରିବ। ସନ୍ଧ୍ୟା ପରେ ଘର ପାଖର ସିଜୁ ଓ ତେନ୍ତୁଳି ଗଛର ପତ୍ର ସବୁ ମୁଦ୍ରିତ ହୋଇ ଗଛ ନିଦ୍ରିତ ହେଲା ପ୍ରାୟ ଦିଶୁଅଛି। ମାତ୍ର କଦଳୀ, ସଜନା ଗଛ ଏବଂ ଲେଉଟିଆ ଶାଗ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଜାଗରିତ। ଅର୍ଦ୍ଧରାତ୍ରି ଉତ୍ତାରୁ ଏମାନଙ୍କର ପତ୍ର ମୁଦ୍ରିତ ହେଲା ପରି ଦିଶିବ ଏମାନେ ଶୋଇବେ। ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଗୃହସ୍ଥଙ୍କ ଘରେ କେହି ଅତିଥିଙ୍କର କାଳେ ଶୁଭାଗମନ ହେତୁ ପ୍ରୟୋଜନରେ ଲାଗି ପାରନ୍ତି, ଏହା ଭାବି ଏମାନେ ଶୋଇ ନାହାନ୍ତି ଏହି ପ୍ରାଚୀନ ପ୍ରବାଦ ବାକ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରେ ସମୀଚୀନ ବୋଧ ହୋଇଥାଏ। ଜ୍ୟୋତ୍ସ୍ନା-ରାତ୍ରିରେ କୋକିଳ, ଟିଟ୍ଟିଭ ଏବଂ ରାତ୍ରିଶେଷରେ କଜ୍ଜଳପତ୍ରୀ କ୍ରମାନ୍ୱୟରେ ଅଥବା ଏକତ୍ରରେ ରାବ ଦେଉଅଛନ୍ତି। ଚନ୍ଦ୍ର ଅନେକ ଊର୍ଦ୍ଧ୍ୱକୁ ଉଠି ସୁଦ୍ଧା କୁହେଳୀରେ ଆବୃତ। ରାତ୍ରିର ଜ୍ୟୋତ୍ସ୍ନା ମଳିନ ବୋଧ ହେଉଅଛି। ଦୂରସ୍ଥିତ ପର୍ବତାଦିର ରେଖା ଅସ୍ପଷ୍ଟ ଧୂମିତ ପ୍ରତୀୟମାନ। ଘୋର ଗ୍ରୀଷ୍ମରେ ବାଦୁଡ଼ିମାନେ ସନ୍ଧ୍ୟାରେ ନଦୀସ୍ରୋତରେ ପଡ଼ି ଯାଉଅଛନ୍ତି ଏବଂ କେହି କେହି ମରି ଯାଉଅଛନ୍ତି। ବୈଶାଖର ପ୍ରଥମ ଦିବସରେ ପଣାସଂକ୍ରାନ୍ତି ଉତ୍ସବ ପ୍ରତି ଘରେ ଅନୁଷ୍ଠିତ ହୁଏ। ପ୍ରତ୍ୟେକ ଲୋକ ନିଜର ବେଦନାପରିପ୍ଳୁତ ବିଷାଦସ୍ମୃତିସମାକୁଳ ପୁରାତନ ବର୍ଷର ଦୁଃଖଦୈନ୍ୟମୟ ଜୀର୍ଣ୍ଣ ଯବନିକା ପରିତ୍ୟାଗପୂର୍ବକ ଅଭିନବ ବେଶରେ ଜୀବନର ନୂତନ ଅଭିନୟ ଆରମ୍ଭ କରୁଅଛନ୍ତି। ପଣାସଂକ୍ରାନ୍ତି ଏହାର ଉଦ୍ବୋଧନ। ଗ୍ରାମ୍ୟ ପଣ୍ୟବୀଥିକା, ଦରିଦ୍ରର କୁଟୀର ଧନିର ଅଟ୍ଟାଳିକା ସର୍ବତ୍ର ଆଜି ଗୋଟିଏ ଐକତାନିକ ଆନନ୍ଦ ଆନନ୍ଦକୋଳାହଳର ହିଲ୍ଲୋଳ ପ୍ରବାହିତ ହେଉଅଛି। କେହି କହି ଦେଉ ନାହିଁ, ଆଜି ନବବର୍ଷର ପ୍ରଥମ ଦିନ। କିନ୍ତୁ ସମସ୍ତଙ୍କ ଚକ୍ଷୁରେ ଆଜି ବସୁନ୍ଧରା ସୁନ୍ଦର ଆନନ୍ଦପୂର୍ଣ୍ଣ। ପ୍ରଭାତ ସୂର୍ଯ୍ୟର କିରଣ ଆଜି ସୁମଧୁର ବନରାଜି ଗାଢ଼ ହରିତିମା ବେଶ ଧାରଣ କରି ବର୍ଣ୍ଣଗୌରବରେ ଯେପରି ଆଜି ସୃଷ୍ଟିର ପ୍ରଥମ ଦିବସର ମନୋଜ୍ଞ ଶୋଭା ବିସ୍ତାର କରୁଅଛି। ଗ୍ରାମପାର୍ଶ୍ୱସ୍ଥ ପୁନ୍ନାଗ ବନର ହରିତିମା ସର୍ବାପେକ୍ଷା ମନୋହର ବୋଧ ହେଉଅଛି। ଦୁଇଘଡ଼ି ବେଳ ହେଲା ଉତ୍ତାରୁ ପ୍ରତ୍ୟେକ ଗୃହସ୍ଥ ଘର ତୁଳସୀ |